ତୋ ଅବସ୍ଥା ଆସି ଏତେ ସରିକି ହେଲାଣି! ହେ ଭଗବାନ! କେବେ ତ ମୋ' ଡାକ ଶୁଣିନା-ଆଜି ଏଇ ଶେଷ ଡାକ ଟିକେ ଶୁଣ ମୋ' ଅବଶିଷ୍ଟ ଆୟୁଷ ମନୋହରକୁ ଦେଇ ତାକୁ ବଞ୍ଚେଇ ରଖ ପ୍ରଭୁ। ଯାହାର ବଞ୍ଚି ରହିବା ଦରକାର ତା' ଉପରେ ଦାଉ ସାଧୁଛ, ଯିଏ ବଞ୍ଚିବାଟା ଆଦୌ ଚାହୁଁନି ତାକୁ ଏତେ ଆୟୁଷ ଦେଉଛ, କାହିଁକି? ମୁଁ ସେ ଯାଏ 'ପାଗଳୀ' ରାଧିକୁ ଦେଖି ଆସିଥିଲି କିନ୍ତୁ ଆଜି ଦେଖିଲି ରାଧିର ପ୍ରକୃତ ନାରୀ ରୂପ। ତା' ଅନ୍ତର ଭିତରର ମାନବିକତାର ଗୋପନ ଶିଖା। ରାଧିର କଥା ସରିନାହିଁ-ଦେଖିଲି ହଠାତ୍ ସେ ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳା କାହାକୁ କିଛି ନକହି ଉଠି ଚାଲିଯାଉଛନ୍ତି। 'ବାବୁ ମାଆ-ଆପଣ ଚାଲି ଯାଉଛନ୍ତି? କ୍ଷୀଣ ସ୍ୱରରେ ମନୋହରର ଏଇ ପ୍ରଶ୍ନ କୌଣସି ଉତ୍ତର ପାଇ ନ ଥିଲା। ରାଧି କହିଲା-ଆରେ ମନୋହର, ରାଧି ଆଗରେ ଛିଡ଼ା ହେବାର ସତ୍ସାହସ କ'ଣ ସେମାନଙ୍କର ଆଉ ଅଛି? ମନୋହର ମୋ' ଆଡ଼େ ଚାହିଁ କହିଲେ-ଆଜ୍ଞା, ଶେଷ ବେଳେ ମୁଁ ଆପଣଙ୍କୁ ଦେଖିବାକୁ ଡାକି ନଥିଲି। ଡାକିଥିଲି ଏଇ ବାବୁ ବାବୁଆଣୀଙ୍କୁ ଦେଖେଇ ଦେବାକୁ। ଆପଣ ବହୁ ଜିଗର କରିଥିଲେ ଏମାନଙ୍କ କଥା ଜାଣିବାକୁ। ମୁଁ କିନ୍ତୁ କହି ନଥିଲି, ଭୟରେ କିନ୍ତୁ ଏବେ ମୋର ଦିନ ସରି ଆସୁଛି। ଭାବିଲ-ମୁଁ ଯଦି କାହାରିକି ନ କହେ ମୁଁ ମରିଯିବା ପରେ ଏ କଥା ଲୁଚିଯିବ, ସତ୍ୟ ଲୁଚିଯିବ। ସେଥିପାଇଁ ଆଉ ଚୁପ୍ ରହି ପାରିଲିନି। ଆପଣଙ୍କୁ ଡକେଇ ପଠେଇଲି। ଏ ବାବୁ ବାବୁଆଣୀଙ୍କର ମୁଁ ଥିଲି ଅର୍ଦ୍ଦଳି। ଏ ଦୁହିଁଙ୍କ ଛଡ଼ା ସେ ଘରେ ଆଉ କେହି ନଥିଲେ। ସେମାନଙ୍କର ବୁଲାବୁଲି କରିବା ଭାରୀ ସଉକ। ବଡ଼ ଅଫିସର-ଭଲ ସୁନ୍ଦରିଆ ସ୍ତ୍ରୀ ପାଇଛନ୍ତି, ପିଲା ପିଲି ହୋଇ ନାହାନ୍ତି-ଏଇ ସମୟରେ ମନ ଖୁସିରେ ବୁଲିବେନି ତ ଆଉ କ'ଣ ବୁଢ଼ାକାଳେ ବୁଲିବେ? ସେ ଦୁହିଁଙ୍କ ହସଖୁସିରେ ମୋ' ମନ କୁଲୁରି ଉଠେ। ସେମାନେ ବି ମୋର କୌଣସି ଅଭାବ ରଖି ନ ଥିଲେ। ଏମିତି କେତେ ଦିନ ଚାଲିଗଲା। ବାବୁ ବାବୁଆଣୀଙ୍କୁ ଖାଇବାକୁ ଦେଇ ମୁଁ ଦାଣ୍ଡ ଘରେ ବସିଛି। ମେଘ ଦୁଲ୍ ଦୁଲ୍ ଢାଳୁଛି। କବାଟ ଖଟ୍ ଖଟ୍ ହେଲା। କବାଟ ଖୋଲି ଦେଖିଲି ବର୍ଷର ଝିଅଟିଏ ବର୍ଷାରେ ଭିଜିଭିଜି ଆସି ଦୁଆର ମୁହଁରେ ଛିଡ଼ା ହୋଇଛି। ଦେହ, ହାତ ବରଡ଼ା ପତର ପରି ଥରୁଛି। ରାଧି ମନୋହରର ହାତଧରି ଆର ହାତରେ ତା' ମୁହଁ ବନ୍ଦ କରିବାକୁ ଯାଉଥିଲା। ମନୋହର କହିଲେ-ନା, ରାଧି, ତୁ ମନା କରନା। ମନୋହର ପୂର୍ବ କଥାର ଖିଅ ଲଗାଇ କହିଲେ-ବୁଝିଲେ ତ ବାବୁ, ଝିଅଟିର ଗୋରା ତକ ତକ ଚେହେରା, ଚାନ୍ଦପରି ମୁହଁ, ହାତରେ ଗୋଟିଏ ସୁଟ୍କେଶ୍। ନିର୍ବାକ ହୋଇ ମୁଁ ତା' ଆଡ଼େ ଚାହିଁଲି। ସେ ପଚାରିଲା-ଏଇଟା ଭବତୋଷ ବାବୁଙ୍କ ଘର? କହିଲି-ହଁ, ଆପଣ? ମୁଁ ତାଙ୍କ ସ୍ତ୍ରୀଙ୍କ ଗାଆଁରୁ ଆସିଛି। ଭାବିଲି-ଏ ନିଶ୍ଚୟ ବାବୁଙ୍କ ଶଶୁର ଘରର କେହି! ବାବୁଆଣିଆ ଚେହେରା! କହିଲି-ଭିତରକୁ ଆସନ୍ତୁ। ସେ ଭିତରକୁ ଆସୁ ଆସୁ କହିଲା-ବିନି ଅପାଙ୍କୁ କହିବ ରାଧି ଆସିଛି। ରାଧି ବାଧା ଦେଇ କହିଲା-ସେ କଥା ଆଉ କାହିଁକିରେ ମନୋହର? ଥାଉ ସେ କଥା କାହାକୁ କହି କିଛି ଲାଭ ନାହିଁ। ତୋ, ଦେହ ଖରାପ। ତୁ ଆରାମ କର। କ'ଣ ମିଳିବ ଏ କଥାରୁ-? ଦେଖିଲୁ ତ ମୁଁ ଆସୁ ଆସୁ ସେମାନେ ଉଠି ଚାଲିଗଲେ କଥା ପଦେ ବି ନ ପଚାରି। ମୁଁ କ'ଣ ତାଙ୍କ ସାଙ୍ଗରେ ଧାଇଁ ଯାଉଥିଲି ନା ତାଙ୍କ ଧନକୁ ଅନେଇ ବସିଛି। ମନୋହର କହିଲେ-ରାଧି, ତୋ' କଥା ଏଯାଏ କାହାକୁ କହି ନ ଥିଲିରେ! ହେଲେ ଏ ବାବୁଟା ତୋ' କଥା ଜାଣିବା ପାଇଁ କେତେ ଥର ଜିଗର କରିଛି। ମୋର ଏଇ ଯିବା ଆସିବା ବେଳେ ତାଙ୍କୁ ଯଦି ତୋ' କଥା ନକହେ ମୋ' ଆତ୍ମାଟା ଶାନ୍ତି ପାଇବନି! ଲୋକେ ଜାଣନ୍ତୁ ଯାହା ସବୁ ଚିକ୍ ଚିକ୍ କରେ ସେ ସବୁ ସୁନା ନୁହେଁ। ରାଧି ନୀରବ ରହିଲା। ମନୋହର କହିଲେ-ରାଧି ଖବର ଯାଇ ବାବୁଆଣୀଙ୍କୁ ଦେଲି। ବାବୁଆଣୀ ସେତେବେଳକୁ ଖାଇ ସାରିଥିଲେ ଗୋଟିଏ ଟରକିସ ଟାଓଲରେ ହାତ ପୋଛି ପୋଛି ଚାଲି ଆସିଲେ। ତାଙ୍କୁ ଦେଖି ରାଧି ତାଙ୍କ ଗୋଡ଼ତଳେ ପଡ଼ି କାନ୍ଦିବାକୁ ଲାଗିଲା।